ସେମାନେ ଚାକିରି ନ ପାଇ ବେକାର ରହି ଲେଖାଲେଖି କରୁଥିଲେ ଆମେ ଏହି ପ୍ରକାରର ଅଭିଯୋଗ ସେମାନଙ୍କର ଲେଖା ବିଷୟରେ କହିପାରନ୍ତୁ ନାହିଁ। ତାଙ୍କର ଲେଖା ଓ ଆମର ମନ ଏକା କଥା କହନ୍ତା। ଲେଖକମାନେ ସୁଖ ସମୃଦ୍ଧିର ସଂସାର କଥା ନ ଲେଖି ସାଧନା ଓ ଚେଷ୍ଟାର କାହାଣୀ ଲେଖନ୍ତେ। ତାଙ୍କର ଲେଖାର ନାୟକ ହୁଅନ୍ତା ଶିକ୍ଷିତ ବେକାର–କାରଣ ଅଶିକ୍ଷିତ ବେକାରକୁ କୁହାଯାଏ ପଶୁ। ତାଙ୍କର ନାୟିକା ହୁଅନ୍ତା ମଧ୍ୟ ଶିକ୍ଷିତା ବେକାର। ଯୋଗ୍ୟତାର ଅଧିକାରୀ ହୋଇଛନ୍ତି। ଅଥଚ ନିଜର ଯୋଗ୍ୟ କାମ ପାଇ ପାରୁନାହାନ୍ତି-। ନିଜର ମନ ଅନୁସାରେ ଚଳିପାରୁ ନାହାନ୍ତି। ବେକାରର ସୁଖ ଦୁଃଖ ଓ ଅଶାନ୍ତି ନୌକରର ସୁଖ ଦୁଃଖ ଓ ଅଶାନ୍ତିଠାରୁ ଅଲଗା। କାହିଁ ସେହି ଚିତ୍ର ଓଡ଼ିଆ ସାହିତ୍ୟରେ? ବିପ୍ଳବୀ ଓ ସ୍ୱନାମଧନ୍ୟ ସାହିତ୍ୟିକମାନେ ଚଳିତ ତେସ୍ତରୀ ମସିହାରେ ଲେଖି ଛପାଇଲେ ଦେଖିବା ଯେ ସେମାନେ ଓଡ଼ିଶାର ଶିକ୍ଷିତ ବେକାର ସମାଜ ବିଷୟରେ କି ଧାରଣା କରିଛନ୍ତି? ନୌକର ଲେଖକଙ୍କର ସ୍ତ୍ରୀ ଓ ଝିଅର ମନର ଗତି କିପରି ଓ କେତେ ଦୂର ବେକାର ପାଠକର ମା ଓ ମାନସୀଠାରୁ ଅଲଗା? ସତରେ ସେମାନେ କ'ଣ ଦେଖାଇ ପାରିବେ? ପଚରାଯାଉ ଆମର ପୁରସ୍କୃତ ସାହିତ୍ୟିକମାନଙ୍କୁ ଗୋପୀନାଥ–କାହ୍ନୁଚରଣ–ବୈକୁଣ୍ଠ–ସଚ୍ଚିଦାନନ୍ଦ–ମନୋରଞ୍ଜନ–ସୂର୍ଯ୍ୟନାରାୟଣ–ବିନୋଦ ଚନ୍ଦ୍ର–ମନୋଜ–ସୁରେନ୍ଦ୍ର ପ୍ରମୁଖଙ୍କୁ। ସେମାନେ କାହିଁକି ଏହି ବିଷୟରେ କହିବେ ନାହିଁ? କି କହିପାରିବେ ନାହିଁ? ଅଭାବ କଥା ଯେତେବେଳେ ପଡ଼େ ସେହି କଥାରେ ଆମର ତିନିହଜାର ଟଙ୍କିଆ ହାଇକୋଟ ଜଜ୍ଙ୍କଠାରୁ ଆରମ୍ଭ କରି ତିନିଶହ ଟଙ୍କିଆ ଡାକ ପିଅନ୍ ପର୍ଯ୍ୟନ୍ତ ସମସ୍ତେ କଥାଣି କରିବାରେ ଧୁରନ୍ଧର। ଭାରତ ସରକାର, ଓଡ଼ିଶା ସରକାର ଓ ବିଦେଶୀ ସରକାରଙ୍କୁ ଦୋଷ ଦେବାରେ ଅତି ପ୍ରବଳ। ସମସ୍ତେ କହୁଛନ୍ତି ଯେ ସେ ଓଡ଼ିଆ–ସେ ଦୁଃଖୀ–ସେ ଅଭାବ ପ୍ରପୀଡ଼ିତ। ଆମପାଇଁ କହିବାକୁ ସେ ଅଧିକାରୀ। କିନ୍ତୁ ସେଇଠି କଳ୍ପନା କରାଯାଉ ଶ୍ରୀ ରବିନାରାୟଣ ମହାପାତ୍ରଙ୍କ ପରି ଜଣେ ସାହିତ୍ୟିକଙ୍କୁ। ସେ ଆପଣା ଇଚ୍ଛାରେ ଚାକିରିରୁ ଇସ୍ତଫା ଦେଇ ନ ଥିଲେ ଏବେ ନିର୍ବାହୀ ଯନ୍ତ୍ରୀ ବା ଏକଜିକ୍ୟୁଟିଭ୍ ଇଞ୍ଜିନିୟର ହୁଅନ୍ତେଣି। ସବୁ ଛାଡ଼ି ଆସିଲା ପରେ ସାହିତ୍ୟି ଓ ସଂସ୍କୃତି କ୍ଷେତ୍ରରେ ତାଙ୍କୁ ସମର୍ଥନ ମିଳିଲା କେତେ? ଏହିପରି ଜଣେ ଲୋକର ସମାନ୍ତରାଳ ଚରିତ୍ର ଓଡ଼ିଆ ସାହିତ୍ୟରେ କାହିଁ? ଏହିପରି ସୁଖ ଦୁଃଖର ଭାର ବହି ଅସଂଖ୍ୟ ବିଦ୍ୱାନ ଓ ବିଶେଷଜ୍ଞ ଆମର ଏଠି ଆମରି ଭିତରେ ରହିଛନ୍ତି। ଏଣେ ଆମକୁ କଥାବସ୍ତୁ ମିଳୁନାହିଁ କାହିଁକି? ବଙ୍ଗଳା ସାହିତ୍ୟରେ ଏହିକଥା ଘଟିଥିଲା। ସେଠି ରବୀନ୍ଦ୍ରନାଥଙ୍କର ଅସାମାନ୍ୟ ପ୍ରତିଭା ଓ ଅତି ବିଶାଳ ସମୃଦ୍ଧିକୁ ଅନୁକରଣ କରି ବଙ୍ଗଳା ସାହିତ୍ୟିକଙ୍କ ମଧ୍ୟରେ ଅନେକ ବସି ବସି କଳ୍ପନାର ଫୁଲ ଆଙ୍କିବାରେ ଲାଗିଲେ। ପରସ୍ପର ପ୍ରୀତି ଓ ବ୍ୟବହାରର ସୂକ୍ଷ୍ମ ପ୍ରଶ୍ନ–ଉତ୍ତରର ଦାୟିକା ତାଙ୍କର ଲେଖାର ବିଷୟ ହୋଇ ରହିଲା। ବଙ୍ଗଳାର ସମୀକ୍ଷକମାନେ ସେହି ସ୍ୱପ୍ନବିଳସୀ ସାହ୍ୟିତ୍ୟିକଙ୍କର ନିନ୍ଦା ଗାଇ ବୁଲିଲେ ନାହିଁ। କିନ୍ତୁ ଲେଖକମାନେ ଲେଖିବାକୁ ଆରମ୍ଭ କଲେ ବଙ୍ଗଳାର ଚାଳିଶି ମସିହାରୁ ଷାଠିଏ ମସିହାର ସମାଜ ଉପରେ। ବଙ୍ଗାଳୀ ଯୁବକ କେମିତି କମ୍ପାନୀରେ ଚାକିରି ଆରମ୍ଭ କରି ନିଜର ଜୀବନର ପୂର୍ଣ୍ଣତା ଓ ସଫଳତା ପାଇ ଯଶସ୍ୱୀ ହେଇଗଲା। ତାହାର ପୁଅକୁ ସେ ସରକାରୀ ଚାକିରିରେ ଲଗାଇ ଦେଇ ନିଜେ ଆରାମରେ ହୁକା ଟାଣିଲା ଓ ଧର୍ମଗ୍ରନ୍ଥ ପଢ଼ି ପଡ଼ୋଶୀ ମହଲରେ ପ୍ରଶଂସା ପାଇଲା। ପୁଅ ଲାଗିଗଲା ସେମିତି ନିଜର ଜୀବନର ପୂର୍ଣ୍ଣତା ଆଣିବାରେ। ତା'ପରେ ତା'ପୁଅ–ତା'ପରେ ତା'ପୁଅ।